ଏହା କଣ ସେହି ଜାତୀୟ ପ୍ରଲୋଭନ? ନା ତତୋଽଧିକ! ଏହା କେବଳ ଯେ ଏହିଠାରେ ଦେଖା ଗଲା, ତାହା ନୁହେଁ; ଲୋକ। ମଧ୍ୟରେ ଏହା କେବେ ପ୍ରବଞ୍ଚନା-ରୂପେ କେତେବେଳେ ଜିଗୀଷାବୃତ୍ତିରୂପେ କେବେ ବା କପଟତା ବା ସ୍ୱାର୍ଥସିଦ୍ଧି ରୂପରେ ନାନା ଭାବରେ ସଞ୍ଚରଣ କରୁଅଛି। କେବଳ ମନୁଷ୍ୟ ମଧ୍ୟରେ କାହିଁକି, ପଶୁ ପକ୍ଷୀ କୀଟ ପତଙ୍ଗ ସମାଜରେ ମଧ୍ୟ ଅନୁସନ୍ଧାନ କଲେ ଦେଖିବ, ଏହି ବୃତ୍ତି ବରାବର ରହିଅଛି। ଉଦ୍ଭିଦ ମଧ୍ୟରେ ସୁଦ୍ଧା ଏହା ଦେଖାଯିବ। ଏକ ସ୍ୱାର୍ଥସିଦ୍ଧିଲାଗି ଅନ୍ୟର ସର୍ବନାଶ କରୁଅଛି! 'ଏକସ୍ୟ କ୍ଷଣିକା ପ୍ରୀତିଃ ଅନ୍ୟଃ ପ୍ରାଣୈ ର୍ବିମୁଚ୍ୟତେ। ' ସଂସାରରେ ଏହାର ଭୂରି ଭୂରି ଦୃଷ୍ଟାନ୍ତ ଦେଖି ମହାଭାରତରେ କବି ଠାଏ କହିଅଛନ୍ତି 'ଜୀବୋଜୀବସ୍ୟ ଜୀବନଂ'। ଆଲୋଚନା କଲେ ଦେଖାଯାଏ, ସଂସାରର ପ୍ରତ୍ୟେକ ବିଷୟର ଆଦି ଅନ୍ତ ଏକା ପରି ନୁହେଁ। ତେଣୁ 'ଚିରଦିନ ସମାନ ନ ଯା'ଏ କଥାଟା ଲୋକମୁଖରୁ ସବୁ କାଳେ ବାହାରି ଥାଏ। ଯାହାକୁ ଦେଖିଛୁ କୋମଳ ତାହାର ପରିଣାମ କଠୋର। ମଧୁରର ପରିଣାମ ତିକ୍ତ। ଅସମ୍ଭାବିତ ମଧୁର ଭାବ ଅବଶ୍ୟମ୍ଭାବୀ ବିଧୁର ଭାବର ସୂଚନା କରେ। ଜନମୋହନର ଏ ଅତିଭକ୍ତି ଚୋରର ଲକ୍ଷଣ ନୁହେଁ ତ? ଦ୍ୱାଦଶ ପରିଚ୍ଛେଦ ସମୁଦ୍ର କୂଳ-ପ୍ରତିହିଂସା ବର୍ତ୍ତମାନ ନିଶା ଅବସାନ ପ୍ରାୟ। ଦେଖୁ ଦେଖୁ ସାଗରପୃଷ୍ଠ ଉପରେ ପୂର୍ବାକାଶ ଇଷତ୍ ରକ୍ତରଞ୍ଜିତ ହୋଇଗଲା ଏବଂ ପଛେ ପଛେ ମହାମାଣିକ୍ୟର ପ୍ରବାହ ଯେହ୍ନେ ଉର୍ଦ୍ଧ୍ୱମୁଖରେ ଉଛୁଳି ପଡ଼ିଲା। ଜନମୋହନ ବରଣ୍ଡାରେ ବସି ପ୍ରିୟତମାକୁ ଏହି ଅପୂର୍ବ ଦୃଶ୍ୟ ଦେଖାଇବାକୁ ଲାଗିଲେ। ଲୀଳାବତୀ ଦେଖିଲେ, ଏକ ବିଶାଳ ବର୍ତ୍ତୁଳାକାଳର ଅରୁଣଜ୍ୟୋତି ସମୁଦ୍ରର ସ୍ତବ୍ଧତର ଅଗାଧ ସଲିଳଗର୍ଭ ଭେଦ କରି ଅର୍ଦ୍ଧୋଦିତ ହେଲା ଏବଂ ତାହାର ଅରୁଣିମାରେ ସାଗର ରକ୍ତମୟ ହୋଇଗଲା ପରି ଜଣାଗଲା। କ୍ଷଣକ ପରେ ସେହି ବିଶାଳ ରକ୍ତଗୋଲକ ଜଳ ଆସ୍ତରଣରୁ କିଞ୍ଚିତ୍ ପୃଥକ ହୋଇ ଊର୍ଦ୍ଧ୍ୱ ଆକାଶରେ ଶୋଭା ବିସ୍ତାର କଲା। ଧୀରେ ଧୀରେ ସ୍ଥିର ସମୁଦ୍ର ବକ୍ଷରେ ଲଘୁଲହରୀ ଲୀଳା ସ୍ତରେ ସ୍ତରେ ଦେଖା ଦେଲା। ପ୍ରତି ତରଙ୍ଗ ସେହି ରଙ୍ଗରେ ଛୁରିତ ହୋଇ କୂଳଯାଏ ଢଳ ଢଳ ଦିଶି ଆସିବାକୁ ଲାଗିଲା। ଜ୍ୟେଷ୍ଠ ଶିଶୁଟି ହଠାତ୍ ତର୍ଜନୀ ନିର୍ଦ୍ଦେଶ କରି ପଚାରିଲା- ଏ ଗୋଟାଏ ଶଗଡ଼ ଚକ ପରି କଣ ଲାଲ ଦିଶୁଛି? ବାସ୍ତବରେ ସେ କେହି କେବେ ଏପରି ସୂର୍ଯ୍ୟୋଦୟ ଦେଖି ନାହାନ୍ତି। ସମସ୍ତଙ୍କର ଦୃଷ୍ଟି ସେହି ରକ୍ତଗୋଲକ ଉପରେ, ତେଣୁ ଜନମୋହନଙ୍କର ଦୁଇ ରକ୍ତଚକ୍ଷୁଗୋଲକ ପ୍ରତି ତେତେବେଳେ କାହାରି ଦୃଷ୍ଟି ପଡ଼ିଲା ନାହିଁ। ବାବୁ ମଧ୍ୟ ଦୃଶ୍ୟର ଆଲୋଚନା ଅବସରରେ ବଡ଼ ଚିନ୍ତିତ ଦେଖାପଡ଼ୁଥିଲେ। ଦେଖୁ ଦେଖୁ ହଠାତ୍ ଭାବାବେଗରେ କହିଉଠିଲେ, ଲିଲି, ଚାଲ ପିଲାଙ୍କୁ ଘେନି ଯିବା, ଏହି ଡକ୍ ଉପରେ ଠିଆ ହୋଇ ଦେଖିବା। ଆଜି ପରି ଗୋଟିଏ ସକାଳ କେବେ ହେଲେ ଦେଖିଛ କି? ଆଜି ପୁଣି ପହିଲା, ପିଲାମାନଙ୍କର ଗୋଟିଏ ପ୍ରଧାନ ପର୍ବଦିନ। ଉତ୍ସବ ପାଳନ କରିବାକୁ ହେବ। ଲିଲି କିଞ୍ଚିତ୍ ବିସ୍ମୟରେ ପଚାରିଲେ ''କି ଉତ୍ସବ? '' ଜନ ତୁମ୍ଭେ ଜାଣ ନାହିଁ। ଆଜି ପରା ଏପ୍ରିଲ ଫୁଲ ଦିନ ଆଜି ବନ୍ଧୁମାନେ ଅବାଧରେ କେତେ ମଧୁର ଖେଳ ଖେଳନ୍ତି। ଏହା କହୁଁ କହୁଁ ସେ ଆସନରୁ ଉଠି ଜ୍ୟେଷ୍ଠପୁତ୍ରର ହାତ ଧରି ସେଆଡ଼କୁ ଅଗ୍ରସର ହେଲେ। କନିଷ୍ଠଟି ଜନନୀର ଅଙ୍କାସନରେ ଥାଇ ସେଠାକୁ ପଛେ ପଛେ ନୀତ ହେଲା। ଡକର ବାଡ଼କୁ ଆଉଜି ଲିଲି କେତେବେଳେ ସୂର୍ଯ୍ୟୋଦୟର ଦୃଶ୍ୟ କେବେ ଆକାଶର ଦୃଶ୍ୟ କେବେ ବା ଆକାଶ ସାଗର ମିଳନର ଦୃଶ୍ୟ କେବେ ସମୁଦ୍ରଲହରୀ କେବେ ବା ଭାସମାନ କ୍ଷୁଦ୍ରପୋତର ଦୃଶ୍ୟ ଏବଂ ବେଳେ ବେଳେ ତରଙ୍ଗୋତ୍ଥିତ ଜଳଜନ୍ତୁର ଦୃଶ୍ୟ ଦେଖିବାକୁ ଲାଗିଲେ। ମାତ୍ର ଜିଘାଂସୁ ଜନମୋହନ କେବଳ ପତ୍ନୀର ଇଙ୍ଗିତ, ମନର ଗତି କଳନା କରି ଭିନ୍ନ ଦୃଶ୍ୟ ଦେଖୁଥିଲେ। ଶେଷକାଳରେ ସେହି ସବାଳବତ୍ସା ଜନନୀ ଅଧୋବଦନରେ ସମୁଦ୍ରପୃଷ୍ଠରେ ସ୍ଥିର ଦୃଷ୍ଟି ନିକ୍ଷେପ କରି ଦେଖିଲେ ଯେ ତରଙ୍ଗ ଉପରେ ତରଙ୍ଗମାନ ଆସି ସେହିଠାରେ ଚୂର୍ଣ୍ଣିତମସ୍ତକ ହୋଇ ଶୁଭ୍ରଶୀକର ମୁକ୍ତାବଳୀ ପ୍ରକ୍ଷେପ କରୁଅଛି। ଦେଖୁ ଦେଖୁ ଅତି ତୁଙ୍ଗ ତରଙ୍ଗମାନ ସେଠାରେ ବିଲୟ ପ୍ରାପ୍ତ ହେଉଅଛି। ସେହି ଅକୂଳ ତରଙ୍ଗାୟିତ ବକ୍ଷରେ ଭାସମାନ କ୍ଷୁଦ୍ରତରୀମାନ କ୍ଷଣେ ନଗ୍ନ କ୍ଷଣେ ମଗ୍ନ କ୍ଷଣକେ ପୁଣି ଭଗ୍ନ ଅବସ୍ଥା ଭଳି ପୋତଚାଳକଙ୍କୁ ଆକୁଳିତ କରୁଅଛି। ଲିଲି ଭାଳିବାକୁ ଲାଗିଲେ, ଭବସିନ୍ଧୁ ଏହିପରି ଭୟଙ୍କର ସିନା! ଦୃଶ୍ୟ ନିରୀକ୍ଷଣ କରୁ କରୁ ତାହାଙ୍କର ବାହ୍ୟଜ୍ଞାନ କ୍ରମଶଃ ଅପସୃତ ହେବାକୁ ବସିଲା।